ଅବଶ୍ୟ ଶାସନ ଯେପରି ଆଇନପ୍ରତି ଦୃଷ୍ଟି ଦେବ ସାଧାରଣ ଲୋକ ମଧ୍ୟ ସେହିପରି ଦୃଷ୍ଟି ଦେବା ଉଚିତ। କିନ୍ତୁ ସାଧାରଣ ଲୋକଙ୍କ ଦୋଷ ଦେଇ ଶାସନ ନିଜ ଦାୟିତ୍ୱରୁ ମୁକ୍ତି ପାଇ ପାରିବ ନାହିଁ। ଏଣୁ ଆଜି ସ୍ୱାଧୀନତା ଦିବସରେ ପ୍ରତ୍ୟେକ ନାଗରିକ ଓ ବିଶେଷତଃ ପ୍ରତ୍ୟେକ ସାନ ବଡ଼ ଶାସନାଧିକାରୀ ଦୃଢ଼ ସଂକଳ୍ପ କରନ୍ତୁ ଯେ ଏ ଦେଶରେ ଆଇନର ଶାସନ ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ଦୃଢ଼ କରି ଭାରତର ସ୍ୱରାଜ୍ୟକୁ ଆଦର୍ଶସ୍ଥାନୀୟ କରିବାକୁ ହେବ। ସୋମବାର ଯୁଗ ପରିବର୍ତ୍ତନ ଭାରତର ରାଜନୀତି କ୍ଷେତ୍ରରେ ଅଲକ୍ଷିତ ଭାବରେ ଯେଉଁ ଯୁଗ ପରିବର୍ତ୍ତନ ଘଟୁଛି ସେଥିପ୍ରତି ରାଜନୈତିକ ନେତୃତ୍ୱର ଦୃଷ୍ଟି ନପଡ଼ୁ ପଛକେ, ସାଧାରଣ ବୁଦ୍ଧି ସମ୍ପନ୍ନ ବିଭିନ୍ନ ଶ୍ରେଣୀର ଜନସାଧାରଣ ଯେ ତାହା ଉପଲବ୍ଧି କରି ପାରୁଛନ୍ତି ଏଥିରେ ସନ୍ଦେହ ନାହିଁ। ଯୁଗ ପରିବର୍ତ୍ତନ ଅଲକ୍ଷିତ ଭାବରେ ହିଁ ହୋଇଥାଏ ଓ ଯେଉଁମାନେ କର୍ତ୍ତୃତ୍ୱରେ ଥାଆନ୍ତି ସେମାନେ ତାହା ଜାଣିପାରନ୍ତି ନାହିଁ। କିନ୍ତୁ ବାହାରର ଲୋକ ତା'କୁ ଭଲଭାବରେ ଉପଲବ୍ଧି କରିପାରନ୍ତି। ସ୍ୱାଧୀନତାର କୋଡ଼ିଏ ବାଇଶବର୍ଷ ପରେ ରାଜନୈତିକ ଉଦ୍ଦେଶ୍ୟ ଓ ରାଜନୈତିକ ଦଳର ରୂପରେଖ କ୍ରମେ କ୍ରମେ ବଦଳି ବଦଳି ଆଜି ପରିବର୍ତ୍ତନର ଶେଷ ଅବସ୍ଥାରେ ପହଞ୍ଚିଛି। ପାକିସ୍ତାନ ଗଣତନ୍ତ୍ରର ପରୀକ୍ଷା କରି ସାରିଲାପରେ ସାମରିକ ଶାସନର ପରୀକ୍ଷା କଲା। ପୁଣି ନିୟନ୍ତ୍ରିତ ଗଣତନ୍ତ୍ରର ପରୀକ୍ଷା ହେଲା। ଶେଷରେ ସେ ଦେଶର ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି। ଏଣିକି ସମ୍ପୂର୍ଣ୍ଣ ପରିବର୍ତ୍ତିତ ସ୍ଥିତିର ବିଚାର ଚାଲିଛି। କିନ୍ତୁ ସେଠାରେ କର୍ତ୍ତୃପକ୍ଷ ଏ ପରିବର୍ତ୍ତନର ସୂଚନା ଆଗରୁ ଜାଣିପାରିଲେ ନାହିଁ ବୋଲି ଶେଷରେ ବାଧ୍ୟ ହୋଇ ପରିବର୍ତ୍ତନଟିକୁ ସ୍ୱୀକାର କଲେ। ଭାରତରେ ସେହିପରି ର ସାଧାରଣ ନିର୍ବାଚନରେ ପରିବର୍ତ୍ତନର ଯେଉଁ ସୂଚନା ମିଳିଲା ସେଥିପ୍ରତି କୌଣସି ଦଳର ନେତୃତ୍ୱର ଦୃଷ୍ଟି ପଡ଼ିଲା ନାହିଁ। ପୁଣି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସେ ପରିବର୍ତ୍ତନ ଆହୁରି କ୍ଷିପ୍ରତର ହେଲା। ପରିବର୍ତ୍ତନର ସ୍ରୋତ ଚାଲିଛି। କେଉଁଠି ଏହାର ପରିଣତି ତାହା ଚିନ୍ତାଶୀଳ ବ୍ୟକ୍ତିମାନେ ଅନୁମାନ କରିବା ଉଚିତ। କଂଗ୍ରେସର ଏକ-ଦଳୀୟ ଶାସନ ଯେ ଏ ଦେଶରେ ଆଉ ରହିବ ନାହିଁ, ଏହା ସ୍ପଷ୍ଟ ହୋଇଗଲାଣି। ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମଧ୍ୟ କଂଗ୍ରେସ ଶାସନ ରହିପାରିବା ନିଶ୍ଚିତ ନୁହେଁ। ଯେଉଁ ଚାରୋଟି ପ୍ରଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇଗଲା ସେଠି ବେଶି ସଂଖ୍ୟାରେ କଂଗ୍ରେସ ଦଳର ପ୍ରାର୍ଥୀ ବ୍ୟବସ୍ଥା ସଭାକୁ ନିର୍ବାଚିତ ନହୋଇଥିବା ଅବସ୍ଥାରେ ଆସନ୍ତା ନିର୍ବାଚନରେ ଯେତେବେଳେ କେବଳ ଲୋକସଭା ପାଇଁ ନିର୍ବାଚନ ହେବ ସେତେବେଳ କଂଗ୍ରେସ ଦଳ ଅତି ଅସୁବିଧାରେ ପଡ଼ିବ। ବର୍ତ୍ତମାନ ବିରୋଧୀଦଳ ସମୂହ ଓ କଂଗ୍ରେସ ଦଳ ମଧ୍ୟରେ ଲୋକସଭାରେ ଯେଉଁ ପ୍ରାୟ ଚାଳିଶ ଜଣ ମାତ୍ରର ପ୍ରଭେଦ ଅଛି ସେତକି ଲୋପ ପାଇ ଯାଇପାରେ ଓ କଂଗ୍ରେସ ଦଳ ସଂଖ୍ୟା ଲଘୁ ହୋଇଯାଇ ପାରେ- ଏହା ସହଜରେ ଅନୁମାନ କରାଯାଉଛି। ହୁଏତ କେନ୍ଦ୍ରରେ ଅନିଶ୍ଚିତ ଅବସ୍ଥା କିଛିକାଳ ଚାଲିବ। ତା'ପରେ ସ୍ଥିର ଅବସ୍ଥା ଆସିବ। ନୀତି ଓ ଆଦର୍ଶବାଦ ଘେନି ଦଳ ଦଳ ମଧ୍ୟରେ ଯେଉଁ ପ୍ରକାରର ବିଭେଦ ଗତ ଅନେକବର୍ଷ ହେଲା କାର୍ଯ୍ୟ କରି ଆସିଛି ତାହା ମଧ୍ୟ ରହିପାରୁନାହିଁ। କଂଗ୍ରେସର ଦୃଢ଼ମତ ଥିଲା ଯେ ସ୍ୱତନ୍ତ୍ର ଦଳ ପ୍ରତିକ୍ରିୟାଶୀଳ। କିନ୍ତୁ ବିହାରରେ ସ୍ୱତନ୍ତ୍ର ଦଳ ସମର୍ଥନରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କଲାପରେ ଆଉ ସେ ବିଭେଦ ରହିଲା ନାହିଁ ଓ ଅନ୍ୟତ୍ର ମଧ୍ୟ ରହିବ ନାହିଁ। ଯେପରି ଦେଖାଯାଉଛି ଏକ ଦିଗରେ